'' ବିଦ୍ୟୁପ୍ରଭା ଲୋକଟିକୁ ଏକ ଲୟରେ କେବଳ ଅନାଇଲେ। କିଛି ସମୟ କଟିଗଲା ପରେ ସେ କହିଲେ, ''ମୁଁ ଯେ ଆପଣଙ୍କୁ ସ୍ନେହକରେ ତାହା ଆପଣ କିପରି ଜାଣିଲେ? '' ''ଏପ୍ରକାର ଅବାନ୍ତର ପ୍ରଶ୍ନ ମୋତେ ନ ପଚାରି ଆପଣ ନିଜକୁ ନିଜେ ପଚାରନ୍ତୁ। ଆପଣଙ୍କ ଅନ୍ତର ମଧ୍ୟରେ ଯେଉଁ ଆତ୍ମା ପୁରୁଷ ବିଦ୍ୟମାନ ସେ ଆପଣଙ୍କୁ ବୁଝାଇ ଦେବ। ଆପଣ ତେବେ ଯାଇ ବୁଝିପାରିବେ ସ୍ନେହର ଅର୍ଥ କ'ଣ? '' ଏତିକି କହି ଲୋକଟି ପଦାକୁ ଚାଲିଗଲା। ଯିବାବେଳେ ନମସ୍କାରଟିଏ ପକାଇବାକୁ ସେଦିନ ସେ ବୋଧହୁଏ ଭୁଲି ଯାଇଥିଲା। ଅନେକ ଦିନ ପର୍ଯ୍ୟନ୍ତ ସେ ଲୋକଟିର ଦେଖା ମିଳିଲା ନାହିଁ। ପ୍ରତିଦିନ ଚା' ଖାଇଲାବେଳେ ବିଦ୍ୟୁପ୍ରଭା ସେହି ଲୋକଟିକୁ ମନେମନେ ଖୋଜନ୍ତି। ଭାରି ସୁନ୍ଦର ମଣିଷଟି। କେବେ କିଛି କହେନାହିଁ। ଲୋଭନୀୟ ଆଖିରେ କେବେହେଲେ ମଧ୍ୟ ଅନାଏ ନାହିଁ। ତାହାର ମନ ନେବାକୁ ସେ ଯେତେପ୍ରକାର ଚେଷ୍ଟା କରନ୍ତି ତଥାପି ସେଥିପ୍ରତି ସେ ଭ୍ରୂକ୍ଷେପ ନ କରି କେବଳ ଚା' ପିଇଦେଇ ଚାଲିଯାଏ। ତଥାପି ତାକୁ ବିଦ୍ୟୁପ୍ରଭାକୁ ଭଲଲାଗେ। ସେ ଲୋକଟି ତେବେ କ'ଣ ଆଉ ଆସିବ ନାହିଁ? ହଠାତ୍ ସେହି ଲୋକଟି ଦିନେ ଆସି ଜଲୁମ ଆରମ୍ଭ କଲା ଚା' କପେ ପାଇଁ। ବିଦ୍ୟୁପ୍ରଭା ତାକୁ ଉଦାସ ନୟନରେ ଅନାଇ ପଚାରିଲେ, ''ଆଜି କ'ଣ ଆଉ କେଉଁଠାରେ ଚା' ଯୋଗାଡ଼ କରିପାରିଲେ ନାହିଁ? '' ''ସେତିକି କରିପାରିଥିଲେ ଏଠାକୁ ଆସିବାର କୌଣସି ଆବଶ୍ୟକତା ନ ଥିଲା। ଆସିଛି ଯେତେବେଳେ ଚା' କପେ ନ ଖାଇ ଫେରିଗଲେ ନିହାତି କଥାଟା ଅସୁନ୍ଦର ହେବ। ତେଣୁ ଆପଣଙ୍କୁ ଜଞ୍ଜାଳ କରିବା କଥା। '' ଏତିକି କହି ଲୋକଟି ହସିବାକୁ ଆରମ୍ଭ କଲା। ବିଦ୍ୟୁପ୍ରଭା କୌଣସି ବାକ୍ୟ ବ୍ୟୟ ନ କରି ଚା' ତିଆରି କରି ତା' ହାତକୁ ବଢ଼ାଇ ଦେଲେ। ସେ ଏକ ନିଶ୍ୱାସରେ ଚା' ତକ ପିଇଦେଇ ପୂର୍ବ ଭଳି କହିଲା, ''ମୁଁ ଆସୁଛି। '' ବିଦ୍ୟୁପ୍ରଭା କହିଲେ, ''ମୁଁ ପରା ଆପଣଙ୍କୁ ଦିନେ ମନାକରିଥିଲି ମୋଟେ ଆସିବେ ନାହିଁ ବୋଲି। '' ''ସେଥିପାଇଁ ଏତେଦିନ ଆସିନଥିଲି। '' ''ତେବେ ହଠାତ୍ ଶୁଭାଗମନର କାରଣ କ'ଣ ଜାଣିପାରେକି? '' ଏକ ନିଶ୍ୱାସରେ ଏତିକି ପଚାରିଲେ ବିଦ୍ୟୁପ୍ରଭା। ''କାରଣ ସେମିତି ବିଶେଷ କିଛି ନୁହେଁ। କେବଳ କପେ ଚା'। '' ଏତିକି କହି ଲୋକଟି ଯିବାକୁ ଉଦ୍ୟତ ହେଲା। ''ଭଦ୍ରାମିର ସୀମା ଲଙ୍ଘନ କରନ୍ତୁ ନାହିଁ। ଆପଣ କ'ଣ କହିବାକୁ ଚାହାଁନ୍ତି ମୁଁ କେବଳ ଆପଣଙ୍କର ଚା' କପ୍କର ବନ୍ଧୁ? '' ''ଅଧିକ ଆଶା କରିବା ଅନ୍ୟାୟ ନୁହେଁ କି? ନାରୀର ମନ ନିମ୍ନଗାମୀ ନଦୀର ଜଳସ୍ରୋତ ପରି। ନଦୀ ତା'ର ବାଟରେ ଯାଉଁ ଯାଉଁ କେତେ କେତେ ଯେ ଚକାଭଉଁରୀ ସୃଷ୍ଟିକରେ ତାହା ନଦୀ ଜାଣେନାହିଁ। ଦେଖିଲା ଲୋକ ତାହା ଜାଣିପାରେ। ଠିକ୍ ସେହିପରି ନାରୀ ଯେତେବେଳେ କାହାକୁ ଭଲ ପାଇବାକୁ ଆରମ୍ଭ କରେ ସେ କୌଣସି ପ୍ରତିବନ୍ଧକକୁ ଭ୍ରୂକ୍ଷେପ କରେନାହିଁ। ମାତ୍ର ପରମୁହୂର୍ତ୍ତରେ ସେ ଚିନ୍ତା କରେ ତା'ର ସମାଜ, କୁଳ, ମାନ, ଖ୍ୟାତି, ଏମିତି କେତେ କ'ଣ। ତା'ପରେ ସେ ଅନୁଶୋଚନା କରେ। ପ୍ରେମକୁ ପାପ ବୋଲି କହେ। ସେଥିପାଇଁ ମୁଁ କପେ ଚା' ବ୍ୟତୀତ ଅନ୍ୟ କିଛି ଆପଣଙ୍କ ପାଖରୁ କେବେ ଆଶା କରେନାହିଁ। ଆଚ୍ଛା ମୁଁ ତେବେ ଆସେ। '' ଏତିକି କହି ସେ ଲୋକଟି ଚାଲିଗଲା। ପଛରୁ ବିଦ୍ୟୁପ୍ରଭା ପାଟିକରି କହିଲେ, ''ଏଠାରେ ଆପଣ ଖାଇବେ ଦେଖନ୍ତୁ ମୁଁ ଆପଣଙ୍କୁ ଅପେକ୍ଷା କରିଛି। '' କୌଣସି ଜବାବ୍ ନ ଦେଇ ଲୋକଟି ଚାଲିଗଲା। ବିଦ୍ୟୁପ୍ରଭା ପରିବା କାଟିବାରେ ମନ ନିବେଶ କଲେ। ସେ କେବଳ ଭାବୁଥିଲେ ସ୍ତ୍ରୀ କାହିଁକି ପ୍ରେମକୁ ପାପ ବୋଲି କହେ? ପ୍ରେମ, ସ୍ନେହ, ଦୟା, କ୍ଷମା ଏସବୁ ଦେବଦୁର୍ଲ୍ଲଭ ବସ୍ତୁ। ଏ ସବୁ ବସ୍ତୁ କେବେ ପାପ ହୋଇନପାରେ। ପ୍ରକୃତରେ ସେ ଲୋକଟା କେଡ଼େ ଅଭଦ୍ର। କେଡ଼େ ଅଶ୍ଳୀଳ ତା'ର ମନବୃତ୍ତି। ଯେଉଁ ମଣିଷ ଭଲକୁ ଭେଲ କହେ, ଶିବକୁ ଅଶିବ କହେ ସେହି ଲୋକ କଳାନାଗଠାରୁ ମଧ୍ୟ ଭୟଙ୍କର। ସେପରି ମଣିଷକୁ ଘରେ ପୂରାଇବା ଅନୁଚିତ୍। ସେହିଭଳି ଲୋକକୁ ପ୍ରଶ୍ରୟ ଦେବା ନିହାତି ଅଶୋଭନୀୟ। ଲୋକଟା ମୋଟ ନ ଆସନ୍ତା କି। ସମୟ ଗଡ଼ିଚାଲିଛି। ତାହାର ବାଟରେ। ସେ କୌଣସି କଥାକୁ ହିସାବ ନିକାଶ କରିବାକୁ ବେଳ ପାଏ ନାହିଁ କିମ୍ବା ତାହା କରିବା ତା'ର ଅଭ୍ୟାସ ନୁହେଁ।